ବରାଦ କରିଚନ୍ତି, କେଉଁଠୁ ଭଲ ପାଲାବାଲା ଆସିବେ, କେଉଁଠୁ ଭଲ ଘିଅ, ଭଲ ଦହି ଆସିବ! ଆଉ ପୁରୀର ପ୍ରସିଦ୍ଧ ଛେନା ଚକଟା, କେତେ କିଲୋ ହେଲେ ଚଳିବ? ଘରେ କୁଣିଆ ଭର୍ତ୍ତି। ନାତିର ଏକୋଇଶା ତ ନୁହେଁ ସତେ ଯେମିତି କା'ର ବାହାଘର। ଏଇସବୁ ନାନା ବ୍ୟସ୍ତତା ଭିତରେ ଜଗବନ୍ଧୁ ହଠାତ୍ ଦେଖିଲେ ଦେବଦତ୍ତର ଶୋଇବା ଘରେ କ'ଣ ସବୁ ଟେବୁଲ ସଜା ଚାଲିଚି। ତାଙ୍କ ମନର କୌତୂହଳ ହେଲା। ସେ ଯାଇ ଦେଖିଲେ ସ୍ଥାନୀୟ ବିଶିଷ୍ଟ ହୋଟେଲର ତିନି ଜଣ ଖାନସମା ଡାଇନିଂ ଟେବୁଲ ସଜାଡ଼ିବାରେ ବ୍ୟସ୍ତ। ସେ ହଠାତ୍ କିଛି କହିବା ପୂର୍ବରୁ ଦେବଦତ୍ତ ଉଚ୍ଛ୍ୱସିତ ହୋଇ କହି ଉଠିଲା, "ତମେ ଜାଣ ବାପା, ଆଜି ମୋର ଅନେକ ବନ୍ଧୁ ଆସିବେ। ଏମାନେ ମୋ' ବିବାହକୁ ଆସିପାରି ନ ଥିଲେ, ତେଣୁ ଆଜି ନିଶ୍ଚୟ ଆସୁଚନ୍ତି। ଜଣେ ପଞ୍ଜାବରୁ, ଜଣେ ମହୀଶୂରରୁ ଓ ଜଣେ ଅନ୍ତରଙ୍ଗ ବନ୍ଧୁ ଫରେଷ୍ଟ ଅଫିସର ଆସୁଛନ୍ତି ଆସୁଚି ନାଗାଲାଣ୍ଡରୁ। ଏମାନଙ୍କର ସବୁ ବ୍ୟବସ୍ଥା ମୁଁ ହୋଟେଲରେ କରିଥାନ୍ତି। ମାତ୍ର ଲତାର ଇଚ୍ଛା, ସେମାନଙ୍କୁ ସେ ଅଭ୍ୟର୍ଥନା କରିବ। ଆଉ ଏତେ ଛୋଟ ପିଲାକୁ ଛାଡ଼ି ସେ ତ ଯାଇ ପାରିବ ନାହିଁ, ତେଣୁ ଏଇ ଘରେ ସବୁ ବ୍ୟବସ୍ଥା କଲି। ତେବେ ତମେ ବ୍ୟସ୍ତ ହୁଅନା, ମୁଁ ତମକୁ ଜଞ୍ଜାଳରେ ପକାଉନି। ମୁଁ ହୋଟେଲ ସହ କଣ୍ଟ୍ରାକ୍ଟ କରିଚି, ସେ ସବୁ ଯୋଗେଇଦବ। ହେଇ, ମେନୁଟା ଦେଖିଲ"ଏକା ନିଃଶ୍ୱାସକେ ଏତେ କଥା କହି ଦେବଦତ୍ତ ମେନୁର ଫର୍ଦ୍ଦ ଜଗବନ୍ଧୁଙ୍କ ହାତକୁ ବଢ଼ାଇଦେଲା। ମୂକ ନିର୍ବାକ୍ ହୋଇ ଜଗବନ୍ଧୁ ଦେଖିଲେ, ଲେଖା ହୋଇଚି କେତେ କ'ଣ ଓଃ ଏ କ'ଣ ଏ କ'ଣ ମାଂସ ପଲାଉ, ଅଣ୍ଡାପୁଡ଼ିଂ, ମାଛ ଫ୍ରାଇ, ମାଛ ମାଂସ କେକ୍, ଚିକେନ ଚପ, ଭେଜିଟେବୁଲ ସୁପ, ସାଲାଡ, ଆଃ ପୁଣି ହୁଇସ୍କି, ବିଅର, ରମ! ଓଃ ଜଗବନ୍ଧୁ ଆଉ ପଢ଼ି ପାରିଲେନି କଣ କହିବାକୁ ଯାଉ ଯାଉ ତାଙ୍କ ପାଟି ଖନି ମାରିଗଲା ତାଙ୍କୁ ଜଣାଗଲା, ସେ ଥଙ୍ଗଥଙ୍ଗ ହୋଇ କହୁଚନ୍ତି, "ମାନେ ମାନେ ଏଇସବୁ ଅଣ୍ଡା, କୁକୁଡ଼ା ଆଜି ଏ ଘରେ ଖିଆ ହେବ? ଆଜି ଯେ, ସତ୍ୟନାରାୟଣ ପୂଜା" "କଅଣ? କି ପୂଜା?" ଦେବଦତ୍ତ ହଠାତ୍ ରାଗି ଉଠିଲା। "ସତ୍ୟନାରାୟଣ ପୂଜା! ଏସବୁ ଅଣ୍ଡା, ମାଂସ ଘରେ ପଶିବ ନାହିଁ। ନାଇଁ ନାଇଁ ନାଃ।" ଜଗବନ୍ଧୁ ବି ଉତ୍ତ୍ୟକ୍ତ ହୋଇ ଆସୁଥିଲେ। "ନାଃ?" ଦେବଦତ୍ତ ରାଗିଗଲା ସଂପୂର୍ଣ୍ଣ। "କ'ଣ ଯେ ତୁମେ କହ ବାପା ମୋର ଯେଉଁ ଅଣଓଡ଼ିଆ ବନ୍ଧୁ ମାନେ ଆସିବେ, ସେମାନେ କଅଣ ଖାଇବେ? ତୁମର ଏଇ ଲୁଚି, ପାଏସ୍, ଛେନାଚକଟା? ଯା କି ଯେ ବୁଦ୍ଧି ତୁମର! ଅଲବତ୍ ମୋ ବ୍ୟବସ୍ଥା ରହିବ। ମୋର ଷ୍ଟାଟସ ଜଗିବା ପାଇଁ, ନିଶ୍ଚୟ ଏହା ହେବ ଦେଖିବି, ତୁମେ କେମିତି ନାଇଁ କରିବ।" ଜଗବନ୍ଧୁ ଦେବଦତ୍ତର ଏତେ ରାଗ କେବେ ଦେଖି ନ ଥିଲେ। ତାର ସେ ରାଗ ଫଣ ଫଣ ମୁହଁ ଦେଖି ହଠାତ୍ ସେ ଦବିଗଲେ। କହିଲେ, "ତୁ ମତେ ଏ କଥା ଆଗରୁ କହିଲୁ ନାହିଁ କାହିଁକି? ମୁଁ ଏତେ ବ୍ୟବସ୍ଥା କିଛି ବି କରି ନ ଥାନ୍ତି। ଗୋଟିଏ ଘରେ କ'ଣ ଦୁଇ ଭାଗ ହୋଇ ଉତ୍ସବ ହେବ?"ଏଥର ଦେବଦତ୍ତ ଆହୁରି ରାଗିଗଲା କହିଲା, "ଏହା ବି ତୁମେ ଆଶା କରି ବସିଚ ଯେ ଜୀବନ ସାରା ମୁଁ ତୁମକୁ ସବୁକଥା ଖାଲି ପଚାରି ପଚାରି କରିବି? ମୁଁ ଏତେ ବଡ଼ ହେଲିଣି, ଚାକିରୀ କଲିଣି ମୋ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିବାର ସ୍ୱାଧୀନତା ମୋର ନାହିଁ ଯେ, ଏହା ମୁଁ ତୁମକୁ ପଚାରି କରନ୍ତି ତମେ ଏକଥା କହିପାରୁଚ ବାପା? ତୁମେ ଏଡ଼େ ମିନ୍।"